ସଂଶୟ ଓ ଈର୍ଷାରେ ସୁଲତାର ବଞ୍ଚିତ ବୁଭୁକ୍ଷିତ ନାରୀ-ହୃଦୟ ବିଷାକ୍ତ ହୋଇ ଉଠିଲା। ଦିନେ ସେ କହି ପକାଇଲା, "ନା—ଝିଅ ପିଲାଙ୍କୁ ନେଇ ଏତେ ପଢ଼ାଶୁଣା ଭଲ ନୁହେଁ। '' ବିନୟବାବୁ ଅବାକ; "ବୁଝିପାରୁନା ସୁଲତା! '' ସୁଲତା ବିରକ୍ତ ହୋଇ କହିଲା,–"ଛାତ୍ରୀ ହେଉ ବା ଯେ କିଏ ହେଉ–ବୟସ୍କା ଝିଅ-ବିବାହ କରିନି। ତୁମ ସହିତ ଏକାକିନୀ ଗୋଟିଏ ଘରେ ଖୋଲା ଖୋଲି କବିତାର ଚର୍ଚ୍ଚା କରିବାକୁ ମୁଁ କଦାପି ଦେବିନି। '' ବିନୟ ବାବୁ ହସି ହସି କହିଲେ, "ତୁମେ ଜାଣ ନା ସୁଲତା—ବୀଥିକା କିଏ? '' "ହଁ, ଜାଣେ ନା କାହିଁକି, ଭଲକରି ଜାଣେ, ଚତୁର୍ଥ ବାର୍ଷିକ ଶ୍ରେଣୀର ଛାତ୍ରୀ। ସୁନ୍ଦରୀ, ତରୁଣୀ—ସମସ୍ତେ ତା'ରି କଥା ଚର୍ଚ୍ଚା କରନ୍ତି—" "ସମସ୍ତେ ବୋଇଲେ? '' "ଏହି ଶ୍ରୀକାନ୍ତ—ଆହୁରି ଅନେକ। '' "କ'ଣ କହନ୍ତି? '' "କହନ୍ତି…. ନା—ତୁଣ୍ଡରେ ଧରି ହେବ ନି। '' "ସେମାନେ ବୀଥିକୁ ଜାଣନ୍ତି ନାହିଁ, ବୋଧହୁଏ, ବୀଥି ମୋ ପାଖରେ ଖାଲି ଝିଅ ନୁହେଁ–ରକ୍ତ ମାଂସର ଭକ୍ତମାନେ ତାକୁ ଯେଉଁ ଦୃଷ୍ଟିରେ ଦେଖନ୍ତୁ ପଛେ, ସେ ମୋର ଅନ୍ୱେଷଣର ଅବସାନ-। '' "ସତେ? '' "ଜାଣ—ସେ ଅଯୋନି ସମ୍ଭବା କନ୍ୟା। ପ୍ରକାଶ ହିଁ ତାର ପରିଚୟ, ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। '' ମୁଣ୍ଡରେ ହାତ ଦେଇ ସୁଲତା କହେ, "ହାୟ-ଶେଷରେ ତୁମେ ଯିବ ମନର ଚିକିତ୍ସା ଲାଗି-? '' ସକରୁଣ ହସ ହସି—ବିନୟ ବାବୁ ଜବାବ୍ ଦିଅନ୍ତି—"ମହାଭାରତର କବି, କୋଣାର୍କର ଶିଳ୍ପୀ, ଏଲୋରାର ଭାସ୍କର—ସମସ୍ତଙ୍କର ଧ୍ୟାନ ଏହି ବୀଥିକାଉପରେ। ତାର ସୌନ୍ଦର୍ଯ୍ୟରେ କଳଙ୍କ ନାହିଁ। ତାକୁ ଭଲ ପାଇ କେହି ମାଟିର ଘର ବାନ୍ଧି ପାରେନା—ହେବାକୁ ପଡ଼ିବ ସର୍ବତ୍ୟାଗୀ—ସନ୍ନ୍ୟାସୀ। '' ମୁହଁରେ ଲୁଗାକାନି ଦେଇ ସୁଲତା କହେ, "ଏହାଠୁଁ ବଳି ଆଉ କଳଙ୍କ କ'ଣ ଥାଇପାରେ-? ଧିକ୍ ତୁମର ଶିକ୍ଷାକୁ! '' ଏହାର କିଛିଦିନ ପରେ ଆରମ୍ଭ ହୋଇଗଲା—ଅଧ୍ୟୟନ ଓ ଅଧ୍ୟାପନାର ନୂତନ ଅଧ୍ୟାୟ-। ବୀଥିକାର ବିରାଟ ପରିବର୍ତ୍ତନ ହୋଇ ଯାଇଛି। ତା ରୂପରେ ଜମି ଉଠିଚି ସ୍ନିଗ୍ଧ ଶୁଭ୍ର ଜ୍ୟୋତି। ବୀଥିକା, ବିକଶିତା—ଅନନ୍ୟା। ଗୋଟିଏ ଅବସନ୍ନ ଅପରାହ୍ନ। ହଠାତ୍ ଦୁଆର ମୁହଁରେ ଦେଖାଦେଲା ଶ୍ରୀକାନ୍ତ। ସୁଲତା ତାକୁ ଜଣାଇଲା ସାଦର ଅଭ୍ୟର୍ଥନା। ଶ୍ରୀକାନ୍ତ ପଚାରିଲା; "ସାର୍ କିମିତି ଅଛନ୍ତି? କ'ଣ ଦେହ ଖରାପ ହୋଇଛି, କଲେଜକୁ ଯାଉନାହାଁନ୍ତି ଯେ? '' ବିଦ୍ରୂପ ମୁହଁରେ ସୁଲତା। କହିଲା— "ସୁଖର ମାତ୍ରା ବଢ଼ି ଯାଇଛି ଶ୍ରୀକାନ୍ତ। ଆଚ୍ଛା ଶ୍ରୀକାନ୍ତ! ତୁ ତ ଯୁବକ, ଗୋଟିଏ ମହତ୍ ବ୍ରତ ଉଦ୍ଯାପନ କରି ପାରିବୁ? ଦେଶଲାଗି ତୁମେମାନେ ହିଁ ଫାଶୀ କାଠରେ ଝୁଲୁଚ—ମରୁଚ ଦ୍ୱୀପାନ୍ତରରେ—ଉନ୍ମାଦ ହୋଇ ମୁଣ୍ଡ ବାଡ଼ଉଚ ନିର୍ଜ୍ଜନ କାରାଗୃହରେ? ଆଉ ଗୋଟିଏ ପୁଣ୍ୟ କାମ କରି ପାରିବ ନାହିଁ? '' "କଣ କୁହ ତ? '' "ମୁକ୍ତି! ବନ୍ଦିନୀ ନାରୀର ମୁକ୍ତି। ମଧ୍ୟଯୁଗର ନାଇଟ୍ ଭଳି ଏକ ଦୈତ୍ୟପୁରୀର ନିର୍ଯ୍ୟାତିତା ରାଜକନ୍ୟାର ଉଦ୍ଧାର—" ଶ୍ରୀକାନ୍ତକୁ ଭାରି ଭଲ ଲାଗେ, କିନ୍ତୁ ଭୟ କରେ ସେ। ଧୀରେ ଧୀରେ କହେ, 'ରାଜପୁତ୍ର ତ ନାହିଁ। ରାଜପ୍ରସାଦ? ସେ ବି ନାହିଁ—ରାଜ କନ୍ୟାକୁ ମଧ୍ୟ ଚିହ୍ନିନି। ସମସ୍ୟାଟା କ'ଣ-? କ'ଣ କରିବାକୁ ପଡ଼ିବ? ' "ହତିଆର ନେଇ ଆ—ଠିକ୍ କାଲି। '' ତା ଆରଦିନ। ଶ୍ରୀକାନ୍ତ ଜାଣେ ନା ତାକୁ କ'ଣ କରିବାକୁ ପଡ଼ିବ। କେବଳ ଜାଣେ ସମ୍ମୁଖରେ ଗୋଟାଏ କିଛି ସଂକଟ। ସେହି ସଂକଟର ଆବର୍ତ୍ତ ଭିତରୁ ହୁଏ ତ ଦେଖା ଦେବ ମୃତ୍ୟୁ—ନଚେତ୍ ନୂତନ ଜୀବନ। କଳ୍ପନା ସୁଦ୍ଧା ସେ କରିପାରେ ନା। ଦୁଆର ମୁହଁରେ ଠିଆ ହୋଇଚି ସୁଲତା। କବରୀରେ ରକ୍ତମନ୍ଦାର। ଶ୍ରୀକାନ୍ତକୁ ଘରଭିତରକୁ ଡାକିନେଇ ଚୁପ୍ ଚୁପ୍ କହିଲା—"ପ୍ରସ୍ତୁତ? '' ବିନିତ ବାଳକଟି ଭଳି ସେ ଜବାବ୍ ଦେଲା—"ହଁ" "ତେବେ ଆ। '' ବିନୟବାବୁଙ୍କ ପଠନ କକ୍ଷ। ଭିତରେ ଆବୃତ୍ତି ଚାଲିଚି ଗାୟତ୍ରୀଗାଥା। କବିତା-ଆବୃତ୍ତି ଶେଷରେ ବିନୟ ବାବୁ କହନ୍ତି, "ତୁ ରକ୍ତ ନୋହୁଁ—ମାଂସ ବି ନୋହୁ, ତୁ ନିତ୍ୟ ପୁରୁଷର ମନ ଓ ହୃଦୟରେ ବିପୁଳ ଆଲୋଡ଼ନ। ତୁ କନ୍ୟା—ଅଯୋନି-ସମ୍ଭବା! ଇତିହାସର ପ୍ରତି ପୃଷ୍ଠାରେ ତୋର ପଦ-ଚିହ୍ନ। '' ତା'ପରେ? ସେ ସ୍ୱର ଅଗ୍ନିଶିଖାଭଳି ଥରିଥରି କୁଆଡ଼େ ନିଭିଗଲା….। ଆସ୍ତେ ଆସ୍ତେ ଦୁଆରର କବାଟଖୋଲି ପର୍ଦାକୁ ଆଡ଼େଇ ସୁଲତା ଶ୍ରୀକାନ୍ତକୁ ଡାକିଲା, ଦେଖିବାପାଇଁ। ଦେଖାଗଲା—ବିନୟ ବାବୁ ତୁଳିନେଇ ଛବି ଆଙ୍କୁଛନ୍ତି। ସମ୍ମୁଖରେ ବିଥିକା, ଲଜ୍ଜା ନାହିଁ—ସଜ୍ଜା ନାହିଁ—ହୁଏ ତ ବାହ୍ୟଜ୍ଞାନ ବି ନାହିଁ।